ତେବେ ରତନା ସାଙ୍ଗରେ ଦେଖାହବ, ଏକ ଭରସାରେ ସେ ଘରଯାକେ ଆଗେଇ ଆସିବାକୁ ଲାଗିଲା। ଘରେ ପହଞ୍ଚି ଭୋଳା ତାଟକାରେ କାଠ ପାଲଟିଗଲା। ଲୋକ ବାକ ତ ଦୂରର କଥା, କାଉ କୋଇଲିର ଶବ୍ଦ ନାହିଁ। ଖାଲି ମଝିରେ ଆଲୁଅଟା ଯାହା ଜଳୁଚି। ସୁନ୍ଦର ଆଲୁଅ। ଚାରିଆଡ଼େ ଉଜ୍ଜ୍ଵଳ ହେଇଯାଇଚି। ସୁନ୍ଦର ଗୋଟିଏ ବାଇଠା ଉପରେ ଏଡ଼େ ସୁନ୍ଦର ଦୀପ ଜଳିବା ମଧ୍ୟ ସେ କୋଉଠି ଦେଖି ନଥିଲା। ଚାରିଆଡ଼କୁ ଅନେଇ ଖାଲି ଅବକବା ହୋଇଗଲା ପଦାକୁ ଦୋଉଡ଼ି ଯାଇ ଦୂର ଆକାଶକୁ ସବୁଦିନ ପରି ତାନେ ଅନେଇଲା। କୋଉଠି ଅଛି ମାର ଆଖି, ଏ ଆଲୁଅ ସେଇ କଣ ଆସି ଜାଳିଦେଇ ଯାଇଚି। ତେବେ ମା, ତୁ ଭାତ ମୁଠା ବାଢ଼ି ଦେଇ ଯାଉନୁ ଆସି। ଭାତ ମୁଠା ପାଇଲେ ମୁଁ ଏ ନଈ କୂଳେ ବସି ଗୀତ ଗାଆନ୍ତି, କେତେ ଗୀତ ଗାଆନ୍ତି–ବସି ବସି ଖାଲି ବଂଶୀ ବଜାନ୍ତି। ତୁ ସରଗରେ ଥାଇ ତରା ଆଖି ମିଟିମିଟି କରି ଶୁଣନ୍ତୁ ମା! ସେ ଆଉ ଅଧିକ କଥା ଭାବି ପାରିଲାନି। ମୁହଁରେ ଭାତ କଥା କହିବା ସଙ୍ଗେ ସଙ୍ଗେ ପେଟର ଭୋକ ତେଣେ ବଢ଼ିଯିବାକୁ ଲାଗିଲା। ଧାଇଁଗଲା ସେ ଘର ଭିତରକୁ ହାଣ୍ଡିରୁ ଆଣି ତୋରାଣି ମୁନ୍ଦାକ ପିଇବାକୁ; କିନ୍ତୁ ହାଣ୍ଡିଶାଳକୁ ଯାଇ ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା। ହାଣ୍ଡିରୁ ତୋରାଣି କୁଆଡ଼େ ଉଦ୍ଭାନ ହେଇ ଯାଇଚି। ହାଣ୍ଡିରେ ହାଣ୍ଡିଏ ମଲ୍ଲିଫୁଲିଆ ଗରମ ଭାତ। ସେଥିରୁ ଡହ ଡହ ବାମ୍ଫ ବାହାରୁଚି। ଭାତହାଣ୍ଡି ପାଖକୁ ଆଉ ଆଉ ଥାନରେ ଡାଲି ତରକାରୀ, ଭଜା, ଆମ୍ବିଳ ଥୁଆହେଇଚି। ଭୋଳା ପୁଣି ତାନେ ଆବାକାବା ହୋଇଗଲା। ଖାଇବା ଜିନିଷକୁ ଚାହିଁ ଚାହିଁ ସେ ଭାବିଲା, କିଏ ତା ଘରେ କୁହୁକ କାଠି ବୁଲେଇ ଦେଇ ଯାଇଚି ନା କଣ। ପୁଣି ପଦାକୁ ବାହାରି ଯାଇ ଆକାଶକୁ ତାନେ ଅନେଇଲା। ସେଇ କଳାଘୁମର ଆକାଶ ଦିହରେ ତରାଗୁଡ଼ାକ ସେମିତି ଜଳୁଚନ୍ତି। ପୁଣି ଘର ଭିତରକୁ ଫେରିଆସିଲା। ଭୋକରେ ପେଟ ଜଳ ଯାଉଚି। ଥାଳିରେ ଭାତ ବାଢ଼ି ସେ ହାଉଁ ହାଉଁ କରି ଖାଇଯିବାକୁ ଲାଗିଲା। ଖାଇ ସାରି ନୋଟାକୁ ଟେକି ଢକଢକ କରି ମନଇଚ୍ଛା ପାଣି ପିଇଲା। କିନ୍ତୁ ଏ କି ପାଣି! ପଇଡ଼ ପାଣି ପରି ସୁଆଦ ପୁଣି ସେଥିରୁ ବାସନା ଉଠୁଚି। ଭୋଳା ମନ ସନ୍ତୋଷ କରି ଆହୁରି ପାଣି ପିଇଲା। ପିଇ ସାରି ବାସନ ଗୋଟେଇ ପଦାକୁ ହାତ ଧୋଇବାକୁ ଆସିଲା। ହାତ ଧୋଇ ସାରି ଘରକୁ ଫେରିଗଲାବେଳକୁ ପୁଣି ଅଭୁତ କଥା। ଘର ଭିତରେ ଗୋଟିଏ ପଟକୁ ଧୋବ ଫରଫର ବିଛଣା ପରା ଯାଇଚି! ଭୋଳା ଭାବିଲା ଏ ବିଛଣାରେ କଣ ସେ ଶୋଇବ! ତା ଛିଣ୍ଡା ମସିଣା ଖଣ୍ଡକ କୁଆଡ଼େ ଗଲା? ସେତେବେଳକୁ ଭୋଳକୁ ବଡ଼ ଆସକତ ଲାଗିଲାଣି। ଆଉ କିଛି ନ ଭାବି ସେ ବିଛଣାରେ ଯାଇ ଗଡ଼ି ପଡ଼ିଲା। କିନ୍ତୁ ସେ ବେଶୀ ସମୟ ବିଛଣାରେ ଗଡ଼ି ପାରିଲାନି। ହଠାତ୍ ଉଠି ବସିଲା। ତାର ଯେମିତି ମନେହେଲା ସେ ଭୁଲରେ ଆଉ କେଉଁଠି ଆସି ପହଞ୍ଚିଛି। ଏ ତା ଘର ନୁହେଁ। ବଡ଼ଲୋକ, ବାବୁଭୟାଙ୍କ ଘର। ରୁଖା ଉପରୁ ସେ ଦୀପଟାକୁ ଉଠେଇ ପଦାକୁ ଯାଇ ଆଲୁଅରେ ଘର ହାତକୁ ଭଲକରି ଅନେଇ ଦେଖିଗଲା। ନା, ଏତ ତା କୁଡ଼ିଆ ଘର ନୁହେଁ। ଗୋଟିଏ ସୁନ୍ଦର କୋଠା ଘରେ ସେ